ଶେୟାର ବଜାର ହେଉଛି ଶେୟାର କ୍ରେତା ଏବଂ ବିକ୍ରେତାଙ୍କର ଏକ ପେଣ୍ଠଘର, ଯେଉଁଠାରେ ଶେୟାରଗୁଡ଼ିକର କାରବାର ହୋଇଥାଏ। ଶେୟାର ବଜାରର ଅନ୍ୟ ନାମଗୁଡ଼ିକ ହେଲା ପୁଞ୍ଜି ବଜାର, ଷ୍ଟାକ୍ ଷ୍ଟକ୍ ମାର୍କେଟ ବା ଶେୟାର ମାର୍କେଟ। ଷ୍ଟକ୍ ଏକ୍ସଚେଞ୍ଜ ହେଉଛି ଏକ ନିର୍ଦ୍ଦିଷ୍ଟ ଜାଗା, ଯେଉଁଠାରେ ଶେୟାର କିଣାବିକା ହୋଇଥାଏ। ଭାରତରେ ପାଖାପାଖି ଏକୋଇଶ ଟି ଷ୍ଟକ୍ ଏକ୍ସଚେଞ୍ଜ ଅଛି। ତନ୍ମଧ୍ୟରୁ ଭୁବନେଶ୍ୱର ଷ୍ଟକ୍ ଏକ୍ସଚେଞ୍ଜ ଅନ୍ୟତମ। ଏହା ପାଞ୍ଚ ଜୁନ୍ ଉଣେଇଶି ଶହ ଅଠାଅଶୀ ମସିହା ରେ ପ୍ରତିଷ୍ଠିତ ହୋଇଥିଲା। ଭାରତର ଦୁଇଟି ମୁଖ୍ୟ ଷ୍ଟକ୍ ଏକ୍ସଚେଞ୍ଜଗୁଡ଼ିକ ହେଲା ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ଓ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ। ପ୍ରତି ଷ୍ଟକ୍ ଏକ୍ସଚେଞ୍ଜ ନିଜର କିଛି ବଛା ବଛା ଶେୟାରକୁ ନେଇ ଏକ ଇଣ୍ଡେକ୍ସ ବା ସୂଚକାଙ୍କ ପ୍ରସ୍ତୁତ କରିଥାନ୍ତି, ତାହାକୁ ଷ୍ଟକ୍ ଇଣ୍ଡେକ୍ସ କୁହାଯାଇଥାଏ। ଏହି ସୂଚକାଙ୍କରୁ ଜଣାପଡ଼ିଥାଏ କି ଶେୟାର ବଜାରରେ କିଭଳି କିଣାବିକା ଚାଲୁଛି। ଉଦାହରଣ ସ୍ୱରୂପ ଆମେ ସେନସେକ୍ସକୁ ନେଇପାରିବା। ସେନସେକ୍ସ ହେଉଛି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ଷ୍ଟକ୍ ଇଣ୍ଡେକ୍ସ। ବଛା ବଛା ତ୍ରିଶ ଟି ଉଦ୍ୟୋଗର ଶେୟାରକୁ ନେଇ ସେନସେକ୍ସ ତିଆରି ହୋଇଛି। ନିବେଶକମାନେ ଏହି ସେନସେକ୍ସକୁ ଦେଖି ଶେୟାର ବଜାରର ଏବ ଏବଂ ପରେ ଭାରତୀୟ ଅର୍ଥନୀତିର ପ୍ରଗତି ବିଷୟରେ ଜାଣିପାରନ୍ତି।ଆସେଟ ବା ସମ୍ପତ୍ତି ହେଉଚି ଏକ ସମ୍ବଳ, ଯାହା କୌଣସି ଏକ ବ୍ୟକ୍ତି, ଉଦ୍ୟୋଗ, ସଂସ୍ଥା କିମ୍ବା ଦେଶ ନିୟନ୍ତ୍ରଣ କରେ ବା ମଲିକ୍ମା ମାଲିକାନା ସାବ୍ୟସ୍ତ କରିଥାଏ ଏବଂ ଏହା ଭବିଷ୍ୟତରେ ଲାଭ ଦେଇଥାଏ। ଏହାର ବିପରୀତ ଶବ୍ଦକୁ ଲାୟାବିଲିଟି କୁହାଯାଇଥାଏ। ଉଦାହରଣ ସ୍ୱରୂପ ସୁନାରୂପା, ଜମି, ଟଙ୍କାପଇସା ଇତ୍ୟାଦି ହେଉଚି ଆସେଟ। ମାତ୍ର ଗାଡ଼ିମଟର, ଋଣ-କରଜ, ସମସ୍ତ ପ୍ରଲୋଭନକାରୀ ଦ୍ରବ୍ୟ ଯଥା ହାତଘଡ଼ି, ଲାପଟପ, ମୋବାଇଲ ଇତ୍ୟାଦି ହେଉଛି ଲାୟାବିଲିଟି। ଅର୍ଥାତ ସାଧାରଣ ଭାଷାରେ କୌଣସି ବସ୍ତୁ ବା ବ୍ୟକ୍ତି, ଯାହାର ବିକ୍ରୟ ବିକ୍ରିମୂଲ୍ୟ ଭବିଷ୍ୟତରେ ବୃଦ୍ଧି ଲାଭ କରିବ, ତାହାକୁ ଆସେଟ କୁହାଯାଇଥାଏ। ଅନ୍ୟପକ୍ଷରେ ମୋବାଇଲ କିଣୁ କିଣୁ ଏହାର ବିକ୍ରିମୂଲ୍ୟରେ ହ୍ରାସ ଦେଖାଯାଇଥାଏ, ତେଣୁ ଏହା ଲାୟାବିଲିଟି ଅଟେ।ଗୋଟିଏ ଆର୍ଥିକ ଦ୍ରବ୍ୟର ଗୁଣ, ଯାହାଦ୍ୱାରା ଏହା ଅନ୍ୟ କୌଣସି ସମାନ ପ୍ରକାରର ଆର୍ଥିକ ଦ୍ରବ୍ୟ ସହ ଅଦଳବଦଳ କରିହୁଏ, ତାହାକୁ ଫଞ୍ଜିବିଲିଟି କୁହାଯାଇଥାଏ। ପ୍ରତ୍ୟେକକ ଆସେଟ ଫଞ୍ଜିବୁଲ ହୋଇଥାଏ। ଉଦାହରଣ ସ୍ୱରୂପ ବାବୁଶାନ, ଅନୁଭବଙ୍କୁ ଗୋଟିଏ ଟଙ୍କା ନୋଟ ଉଧାର ଦେଲେ। ଏବେ ଅନୁଭବ ସେହି ଟଙ୍କାକୁ ଚାରୋଟି ପ ପାଞ୍ଚ ଶହ ଟଙ୍କିଆ ନୋଟ କରି ବା ଗୋ କୋଡ଼ିଏ ଟି ଶହେ ଟଙ୍କିଆ ନୋଟ କରି ଫେରାଇପାରିବେ। ଏଠାରେ ଟଙ୍କାର ମୂଲ୍ୟ ଫଞ୍ଜିବୁଲ ଅଟେ। ଅନ୍ୟପକ୍ଷରେ ଧରନ୍ତୁ ଶିବାନୀ, ଭୂମିଙ୍କୁ ତାଙ୍କର କାର ଉଧାର ଦେଲେ। ଭୂମି ସେହି ମଡେଲର ଅନ୍ୟ ଏକ କାର ଶିବାନୀଙ୍କୁ ଫେରାଇ ପାରିବେ ନାହିଁ; କାରଣ କାର ଫ୍ ଫଞ୍ଜିବୁଲ ନୁହେଁ। କାର ଫଞ୍ଜିବୁଲ ନୁହେଁ, କିନ୍ତୁ ପେଟ୍ରୋଲ ଯାହାଦ୍ୱାରା କାର ଚାଲେ, ତାହା ଫଞ୍ଜିବୁଲ ଅଟେ।ସିକ୍ୟୁରିଟି ହେଉଛି ଏକ ଫଞ୍ଜିବୁଲ ଏବଂ ମୂଲଚାଲ ହେଉଥିପାରୁଥିବା ଆର୍ଥିକ ଦ୍ରବ୍ୟ, ଯାହାର କିଛି ମୂଲ୍ୟ ଥାଏ। ଏହା ଶେୟାର ଦ୍ୱାରା ଏକ କମ୍ପାନୀର ମାଲିକାନା ଜାହିର କରିବା ନିମ ନିମିତ୍ତ ଉପଯୋଗ ହୋଇପାରେ କିମ୍ବା ବଣ୍ଡ ଦ୍ୱାରା ସରକାରଙ୍କୁ ଧାର ଦେଇଥିବା ଗୋଟିଏ ଲୋକର ସମ୍ପର୍କକୁ ବୁଝାଇପାରେ କିମ୍ବା ଅପସନ ଦ୍ୱାରା ମାଲିକାନା ବି ଦେଖାଇପାରେ। ସିକ୍ୟୁରିଟିରେ ହିଁ ଏହି ସବୁ ଶେୟାର, ବଣ୍ଡ, ଡେଇଭେଟିଭ ଆର୍ଥିକ ଦ୍ରବ୍ୟଗୁଡ଼ିକ ଅବସ୍ଥାପିତ। ଶେୟାର ହେଉଛି କୌଣସି ଏକ